''ନେ ପାରି ୟେ ତୋର... ତୋରି ହାତରେ ଏ ଉଷୁନାଧାନ ଗଜା ହେବ। ' ଉପୁନୀ ସେମିତି ନୁହେଁ ସବୁବେଳେ କାନି ଧରି ବୁଲୁଥିଲା। ଭେଣ୍ଡାଟିଏ ହେଲେବି ତା' ଭିତରେ ଗୋଟାଏ ଅଝଟିଆ ଶିଶୁ ଛପି ରହିଥିଲା...। ସେ ପାରି ନାନୀର ଛାଇ ଭଳି ରହିଥାଏ-। ଏବେ କିନ୍ତୁ ତୁଠରେ, ବାଟରେ, ଗାଁ ମାଇପଙ୍କ ମେଳରେ ପାରି ନାନୀ ଗାଇ ବୁଲେ -। ଦେଖୁଚୁଲୋ ନେତୀ, ଉପୁନି ମୋର କି ସରି ହେଲାଣି, କୁଆଡ଼େ ଯିବା ନାହିଁ, ଆସିବା ନାହିଁ, ସାଙ୍ଗ ସାଥି କାହିଁରେ ତା'ର ମନ ନାହିଁ। ଖାଲି ସେଇ ଭାରିଜା ମୁହଁକୁ ମୀନକୁ ବଗ ଟାକିଲାପରି ଟାକି ବସିଛି। ତିରିଲା ଝୁଅର ଏତେ ରୂପ ଭଲ ନୁହେଁ ଲୋ। ଏ ରୂପ ମୋହିନୀ ରୂପ। ଭେଣ୍ଡାକୁ ମେଣ୍ଢା କରି ପୁରୁଷକୁ ବଶ୍ୟ କରି ରଖେ। କଣ୍ଠର ସ୍ୱରକୁ ଆହୁରି ଖର୍ବ କରି ସାପ ଭଳିଆ ସୁ, ସୁଁ ହୋଇ ପାରିନାନୀ କହେ, ବୁଝିଲୁ! ଘରନିଆଁ ବୋଲି ଅଣ୍ଟିରେ ପୂରେଇବି ନାହିଁ। ତା' ଠେଇଁ ଡାହାଣୀ କଳା ଅଛି। ଘରେ ଗୋଡ଼ ଦଉ ନ ଦେଉଣୁ ହାତୀ ଭଳିଆ ବଳଦ ହଳକ ଦନ୍ତାଘାତରେ ମଲେ। ବାଧିକା ପଡ଼ି ସେଇ ଭାଇତ ଚାରିମାସ କାଳ ଫେର୍ ଜୁଳୁଜୁଳୁ ଅନେଇ ବଞ୍ଚିଥିଲା। ବୋହୂର ଅଷ୍ଟ ମଙ୍ଗଳା ନ ପାଉଣୁ ସେ ଆଖି ବୁଜିଲା। ଗର୍ଭଣୀ ଗାଈଟାର ବାଛୁରୀ ଜନ୍ମ ହୋଇ ପାରିଲା ନାହିଁ ଯେ, ଦି ମୁଣ୍ଡ ଏକାବେଳେ ଗଲା। ବୁଢ଼ୀ ତା' ଶୁଖିଲା ଆଖିର ନେଞ୍ଜରାକୁ ମସିଆ ଲୁଗା କାନିରେ ପୋଛୁ ପୋଛୁ ଖିଅ ଯୋଡ଼େ ଆହୁରି କି ଦୁର୍ଯୋଗ ଅଛି କେଜାଣି? ଉପୁନୀ ମୁଣ୍ଡରେ କିଏ ଏ ଦୁର୍ବୁଦ୍ଧି ଦେଲା? ଯାହାଙ୍କର ଆଇଁସିଆ ପ୍ରକୃତି ପଚାମାଛର ଦୁର୍ଗନ୍ଧ ବାରି ସେମାନେ ଆସି ଯୁଟି ଯାଆନ୍ତି। ଆଗୋ ନାନୀ, ତମରି ଡରେ ଆମେ ପାଟି ବୁଜି ରହିଥିଲୁ। ଆମେ ପରା ତା' ଡାହାଣୀ କଳା ସେଇ ନୂଆ ଗୋଡ଼ କାଢ଼ିଲା ବେଳୁ ଠଉରେଇଛୁ। ଉପୁନି କ'ଣ ଆଉ ମଣିଷ ପଣରେ ଅଛନ୍ତି-। ତାଙ୍କର ତ ହାଡ଼ କଣ୍ଟା ରହିଲାଣି। କିଏ ଅବା ଦେଖୁଛି। ରାତି ଅଧରେ କୁଟା ଲଗେଇ ତାଙ୍କ କଲିଜାରୁ ରକ୍ତ ଶୋଷୁଥିବ। ନହେଲେ ରୋଗ, ବଇରାଗ ନଥାଇ ସଳଖ ସୁନ୍ଦର ଭେଣ୍ଡିଆଟା ଏମିତି ଦିନୁ ଦିନ ଝଡ଼ି ଯା'ନ୍ତେ? ଅପବାଦର ଡେଣା ଗଜୁରିବାକୁ ବେଳ ଲାଗେ ନାହିଁ। ପାରି ନାନୀ ରବେଇ ଖବେଇ ହୋଇ ବାହୁନି ବାହୁନି କାନ୍ଦେ ଡାହାଣୀ ନ ହେଲେ କ'ଣ ଏତେ ରୂପ ଏମିତି ଜଳନ୍ତା ନିଆଁ ଭଳିଆ ଜଳୁଥାଆନ୍ତା। ପୋଡ଼ି ଯିବ, ସବୁ ପୋଡ଼ି ଜଳି ପାଉଁଶ ହୋଇଯିବ। ଦି' ଦି' ଥର ପେଟରେ ଛୁଆ ରହିଲା। କେତେ ଆଶା କରିଛି ଏଘରେ କୁଆଁ ଡାକ ଶୁଭିବ ବୋଲି ସେ ଆଶା କ'ଣ ପୂରଣ ହେବ? ଡାଆଣୀ ତ ସବୁ ସେହି ଆଡ଼ୁ ବେକ ମୋଡ଼ି ଦଉଚି। ପେଟରୁ ମରି ଅଧା ପନ୍ତୁରିଆ ହୋଇ ଅବେଳେ ସେ ଗୁଡ଼ାକ ଖସି ପଡ଼ୁଛନ୍ତି। ତଥାପି ଟୋକାଟା ମୁହଁ ବୁଜି ରହିଛି। କେତେ କହିଲି, ଯୋଉଁଠୁ ଆଣିଛୁ ସେଇଠିକି ବିଦା କରିଦେ, ଛତର ଖାଇକି। କ'ଣ ଶୁଣୁଛି ମୋ କଥା। ଓଷଦ ମୋଷଦ କରି ଗାରେଡ଼ିରେ ତା' ମୁହଁ ବନ୍ଧନ କରି ଦେଇଛି, ସବା ଖାଇ ଘର ଝୁଅ ଏଇଆ ଦେଖିବାକୁ ମୋ କପାଳରେ ଥିଲା। ମୁଁ କ'ଣ କରିବି ଲୋ! ସୀତା